ଜଣାପଡ଼ିଲା ଯେ ବିଚରାଟା ପାକଳ ହେବା ଆଗରୁ ସୃଷ୍ଟି କରିବାରେ ଲାଗିଗଲା। ନିଜର ଅଟକଳ ନେଇ ଅବା ନିଜକୁ ଓଜନମାପ କଲାପରେ କେହି କାମ ଆରମ୍ଭ କରେ ନାହିଁ। ଯିଏ ଯାହା କରିବା ଲୋକ ସେ ତାହାର କ୍ଷଣିକ ଉନ୍ମାଦନାରେ କାମ ଆରମ୍ଭ କରିଦିଏ। ଏହା ବୋଧହୁଏ ଈଶ୍ୱରଙ୍କର ଇଚ୍ଛା। ବିଶ୍ୱନିୟନ୍ତାଙ୍କର ସେହି ପ୍ରହେଳିକାମୟ ଇଚ୍ଛାରେ ସବୁ କଥା ଘଟେ। ଏହି ଇଚ୍ଛାର ପରିପ୍ରକାଶରେ କଲେଜ ଛାତ୍ରଟିଏ ତାହାର ସହପାଠିନୀକୁ ଜୀବନସଙ୍ଗୀନୀ କରିବାକୁ ପ୍ରାଣକୁ ପଣ କରି ଚେଷ୍ଟା କରେ। ଆଉ ମଧ୍ୟ ଦିନେ ସେ ରକ୍ତ ଦିଅ-ଡାକରା ଡାକବାଜି ଯନ୍ତ୍ରରେ ରାଜନୈତିକ ଦଳଙ୍କଠାରୁ ସତକୁ ସତ ରକ୍ତ ଦେବାକୁ ଆଗେଇ ଯାଏ। ପୁଣି ଦିନେ ସେହି ପରୀକ୍ଷାର ଡରରେ ଯାଇ ରେଳ ତଳେ ବେକକୁ ଛାଡ଼ିଦିଏ। ଏହିସବୁ ବଡ଼ ବଡ଼ ଜୀବନ-ମରଣ ସମସ୍ୟା ଭିତରେ ଖଣ୍ଡେ ଉପନ୍ୟାସ, ଚାରୋଟି ଗଳ୍ପ ବା ବାରୋଟି କବିତା ଲେଖିବା ଅତି ସାଧାରଣ କଥା। ପରିପ୍ରକାଶ ହେଉଛି ସୃଷ୍ଟିର ଆନନ୍ଦ। ଭିତରର ଇଚ୍ଛାକୁ ଦମନ କରିବା ବା ଶାସନ କରିବା ଭାରି କଷ୍ଟକର-ଅସମ୍ଭବ। ସେହି ଅଦମ୍ୟ ଇଚ୍ଛା ପାଇଁ ସାହିତ୍ୟ ସୃଷ୍ଟି। ସେତେବେଳେ ଯିଏ ବାରଣ କରିବ-ସେ ଶତୃ। ତେଣୁ ଯୋଗ୍ୟତାକୁ ଦେଖି ଲେଖା ଆରମ୍ଭ କରିବାକୁ ପରାମର୍ଶ ଦେବା ଏକାବେଳକେ ବେକୁବି କାମ। ତଥାପି ଆମେ ଲେଖକ ଓ ପାଠକମାନେ ମିଶି ବ୍ରେକ୍ ନ କଷିଲେ ଆଉ କ'ଣ ସାହିତ୍ୟ ରହିବ? ସବୁ ହାଇସ୍କୁଲ, ମାଇନର ସ୍କୁଲ ପତ୍ରିକା ଚଳାଇବାକୁ ଯୋଜନା କରି ପ୍ରତ୍ୟେକ ଛାତ୍ରଠାରୁ ଗ୍ରାହକ ଚାନ୍ଦା ଅସୁଲ କରି ନେଉଛନ୍ତି। କଲେଜ ଗୁଡ଼ିକ ଆଗରୁ ଥିଲେ। ଏବେ ଥାନାକୁ ଧରି ପତ୍ରିକା ବାହାରିବା ଯୋଜନା ହେଉଛି। ସମସ୍ତେ ହେଲେ ସ୍ରଷ୍ଟା ସମୀକ୍ଷକ। ତେଣୁ ପୁରୁଣା ଓ ବୁଢ଼ା ଲେଖକ ଗୁଡ଼ାକ ରାମ୍ପି ବିଦାରି ହେଉଛନ୍ତି ଯେ ସାହିତ୍ୟ ବିଗିଡ଼ିଗଲା। ବିଗିଡ଼ିଯିବାର କାରଣ ହେଲା ଯେ ଅଘୋରଦୁଆରୀ ସମସ୍ତେ ଲେଖିଲେଣି। ତାଙ୍କର ଲେଖାରେ ଉତ୍ସାହ ଅଛି-ତାରୁଣ୍ୟ ଅଛି। ସେ ଯୁଗ ସୃଷ୍ଟି କରିବାକୁ ଅଣ୍ଟା ଭିଡ଼ିଛି। ଏଣେ ମୁଁ ଉତ୍ସାହ-ହୀନ ଓ ଜରାଜୀର୍ଣ୍ଣ। ଯୁଗ ସୃଷ୍ଟି ଦୂରରେ ଥାଉ ନିଜେ ନିଜର ସ୍ୱ-ଉପାର୍ଜିତ ଇଜ୍ଜତ ଟିକକ ରଖି ବଞ୍ଚି ରହିବା କଷ୍ଟକର। ନୂଆଙ୍କ ସାଙ୍ଗରେ ଲଢ଼େଇ ଭିଡ଼େଇରେ ଲାଗିଲେ ପରାଜୟ ସୁନିଶ୍ଚିତ-। ଏହି ପରାଜୟର ଆଶଙ୍କା ଏବେ ଓଡ଼ିଆ ସାହିତ୍ୟରେ ଭାରି ପ୍ରବଳ। କି କାହ୍ନୁଚରଣ ନିତ୍ୟାନନ୍ଦ ଅବା କାଳିନ୍ଦୀଚରଣ ବୈକୁଣ୍ଠ ଅବା ସୂର୍ଯ୍ୟନାରାୟଣ ସଚ୍ଚିଦାନନ୍ଦ ସମସ୍ତେ ବ୍ୟସ୍ତ ଯେ ନୂଆମାନେ ଅଗଣିତ ସଂଖ୍ୟାରେ ପଙ୍ଗପାଳ ପରି ଓଡ଼ିଆ ସାହିତ୍ୟକୁ ଆକ୍ରମଣ କରିବାକୁ ଧାଇଁ ଆସୁଥିଲାବେଳେ ସର୍ଦାରି ପଗଡ଼ି ରହିବ କେମିତି? ଏକଥା। ସବୁ କ୍ଷେତ୍ରରେ ଫୁଲକା ଆଖଡ଼ାରୁ ଆରମ୍ଭ କରି ନୃତ୍ୟଶାଳା, ଗୀତଶାଳା ସବୁଠାରେ ଚାଲିଛି। ନୂଆ ଲୋକ ଆଣିବା ପାଇଁ ଚେଷ୍ଟା ଚାଲିଛି। ସର୍ବସାଧାରଣ କ୍ଷେତ୍ରରେ ଅବସର ନେବା ପାଇଁ ବାଧ୍ୟ ବାଧକତା ନାହିଁ। ତେଣୁ ଠେଲି ନିକାଲି ଦେବା ହେଉଛି ଗୋଟାଏ ବାଟ। ଏହି ଠେଲାପେଲାରେ ନିର୍ଭୟ ଓ ନିଦକ ସାହିତ୍ୟିକ ଓଡ଼ିଶାରେ ମଧ୍ୟ ଅଛନ୍ତି। ସେମାନେ ହେଲେ ଡକ୍ଟର ହରେକୃଷ୍ଣ ମହତାବ, ଡକ୍ଟର ମାୟାଧର ମାନସିଂହ, ଡକ୍ଟର ରାଧାଚରଣ ପଣ୍ଡା, ଶ୍ରୀ ଅନିରୁଦ୍ଧ ଦାସ ଓ ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି। ଏମାନଙ୍କର ମନରେ ଏହି ନୂଆ ପୁରୁଣା ଆନ୍ଦୋଳନ କିଛି ରେଖାପାତ କରେ ନାହିଁ। ଏମାନେ ପ୍ରକୃତରେ ସ୍ୱଭାବ ସହଜ ସାହିତ୍ୟିକ-। ନିଜ ବିଷୟରେ ଏମାନେ ଆତ୍ମମ୍ଭର ଓ ସ୍ୱୟଂସଂପୂର୍ଣ୍ଣ। ଏହି ମତରେ